ଭିତରୁ ଅଳକାର କଣ୍ଠସ୍ୱର ଶୁଣାଗଲା, କ'ଣ ବିରକ୍ତ ଲାଗୁଛି–ରମାକାନ୍ତ? ଏହି ଡାକରେ ରମାକାନ୍ତର ଦେହ ଥରି ଉଠିଲା–ଏଁ ବିରକ୍ତ? –ନା–ନା। ଏତେବେଳେ ଯାଏ କ'ଣ ଗାଧଉଛ? –ହେଇ ଗଲି ତ। ରମାକାନ୍ତ ଦେଖୁଥାଏ ଅଳକାର ମନୋରମ ଛବି। ସୌହାର୍ଦ୍ଦ୍ୟର ବନ୍ଧନରେ ରମାକାନ୍ତ ରହିଲାଣି। ଏଣିକି ସେ ଇଚ୍ଛାକଲେ ଆସିପାରିବ ଏଠିକି। ଅଳକା ବାହାରି ଆସିଲା–କାକର–ଧୂଆ କଅଁଳ ଘାସପରି। ସିଧା ଚାଲିଆସିଲା ରମାକାନ୍ତ ପାଖକୁ। କାନ୍ଧରେ ହାତ ଦେଇ କହିଲା–ନିଜର ଲୋକଙ୍କ ପାଖକୁ ବି କେହି କେବେ ଅସଜଡ଼ା ଦେହରେ ଆସେ ନାହିଁ। ତମେ ତ ମୋର ଅତି ନିକଟର ଲୋକ।... ବିରକ୍ତ ହେବନାହିଁ।... ମୁଁ ଏଇ ଅଳ୍ପ ସମୟରେ। ଆସୁଛି।... ଆଃ, ଚାଲିଯିବ କାହିଁକି? କ'ଣ ଏମିତି ଅସଜଡ଼ା ବେଶ ଯେ। ରହ–ଏକୁଟିଆ ବସି ବସି ବିରକ୍ତ ଲାଗିଲାଣି। –ଏକୁଟିଆ? କେମିତି? ମୁଁ ତ ଅଛି। ତମେ ତ ଅଛ। ଏଠି ବସିଛ–ପଢ଼ିବାକୁ ପୁଳାଏ ପାଠ ଦେଇଗଲି। ଦେଖିବାକୁ ଅନେକ ଛବି ଅଛି। ସରଳ ହସ ହସି ଅଳକା ଚାଲିଗଲା ବେଳେ କହିଲା–ଭୋକିଲା ପେଟକୁ ବେଶି ଭୋକ ଦେଲେ ଭଲ ହୁଏ ନାହିଁ। ମତେ ଭାରି ଭୋକ ହେଲାଣି। କ'ଣ ଖାଇବ କହ? –ନାହିଁ। ଖାଇବି ନାହିଁ। ଖାଲି ଗପିବି। –କେତେ ଘଣ୍ଟା ଗପି ପାରିବ? –ରାତି ପାହିବା ଯାଏ–? ରମାକାନ୍ତ କିଛି କହି ପାରିଲା ନାହିଁ। ଟିକକ ପରେ ଗୁଣୁ ଗୁଣୁ ହୋଇ କହିଲା–କିଏ ଜାଣେ? ଗପ କରୁ କରୁ ଯେତେବେଳ ହୋଇପାରେ–ହଉ। –କ'ଣ ଗପିବ? –ମୁଁ କ'ଣ ଜାଣେ? ବସ–ଆରମ୍ଭ କରିବା ପରେ ଦେଖିବା। –ଏତେଦିନ ଯାଏ କେଉଁଠି ଲୁଚି ରହିଲ ରମାକାନ୍ତ? କଲେଜ ସରିଲା ତମେ ଆସିଲ। –ମୁଁ ତ ଅଭାଗା। ଆଗରୁ ଆସନ୍ତି କେମିତି? –କିଏ ଜାଣେ ଅଭାଗା କି ଭାଗ୍ୟବାନ୍। ମୁଁ ତ ନିଜେ ଜଣେ ଦୁଃଖୀ, ଅଭାଗିନୀ–ଏଠିକି ଆସିଲ ମତେ ଭାଗ୍ୟ ଦବାକୁ। –କ'ଣ କହିଦେଇ ପୁଣି ବାହାରିଲଣି ଯିବାକୁ। –ରମାକାନ୍ତ ହାତ ବଢ଼ାଇଲା। ଘୁଞ୍ଚିଯାଇ ଅଳକା କହିଲା–ଓଦା ଦେହକୁ ଟାଣିବ ନା କ'ଣ?... ମୁଁ ଆସୁଛି।... ଗଲାବେଳେ ଟିକିଏ ଗଳା ଥରାଇ କହିଲା–ଇଆରି ନା' କ'ଣ ଆତ୍ମୀୟତା? ରମାକାନ୍ତ ଭାବିଲା ଯେ ତାହାର ବଡ଼ ଭୁଲ୍ ହୋଇଗଲା। ଦେହ ଗରମ ହେଲେ ମନ ତାହାର ସ୍ୱାଭାବିକତା ହରାଏ। ଅଳକା କେମିତି କ'ଣ କରୁଛି ଯେ ରମାକାନ୍ତ ଉତ୍ତାଳା ହେଇ ଉଠୁଛି-। ହାତରେ ଧରିଥିବା ପତ୍ରିକାଗୁଡ଼ିକୁ ଥୋଇ ଦେଲା–ଏଇସବୁ ବହି ପତ୍ରିକା ଓ ଛବିରେ କିଛି ନାହିଁ। ଜୀବନ କହିଲେ ଏହି ମଲାକାଗଜ କାନଭାସକୁ ବୁଝାଏ ନାହିଁ। ବହିଗୁଡ଼ାକ ମଲା ଜିନିଷ। ସେଥିରେ ଲେଖା ହୋଇଥିବା ବିଷୟ ମଧ୍ୟ ସେମିତି ମୃତ। ନିଜକୁ ନିଜେ କହୁଥିଲା–ଏଇ ସଂସାରରେ କାଠ, ପଥର, ଫଟୋ, ପ୍ରତିମୂର୍ତ୍ତି, ସନ୍ତକ, ଚିହ୍ନ, ସ୍ମୃତିଚିହ୍ନ–କବିତା, ଗଳ୍ପ, ଉପନ୍ୟାସ, ନାଟକ–ସବୁ ମିଛ। ଏଠି ବାସ୍ତବ ଓ ସତ ହେଉଛି ଜୀବନ–ଏଇ ଜୀଅନ୍ତା ଦେହର ଉତ୍ତାପ। ଏହି ନିଶ୍ୱାସ ପ୍ରଶ୍ୱାସର ଉତ୍ତାପ। ମଣିଷର ଆଶା, କାମନାର ଉତ୍ତାପ। ଅନ୍ୟ ସବୁ ପ୍ରକାରର ଜୀବନର ପ୍ରତୀକ ହେଉଛି ମିଛ କଥା। ଅଳକା ଆସିଲା ହାତରେ ଗୋଟିଏ ଟ୍ରେ ଧରି–କିଛି ଖାଇଦିଅ ରମାକାନ୍ତ, ଅନେକ ବେଳରୁ ଆସିଲଣି–ମତେ ଭାରି ଭୋକ କରୁଛି। –ହଉ। ଆଣ। ତମେ ଖାଇବ ତ। –ହଁ। ତେବେ ଗୋଟିଏ କଥା ମନେ ରଖିବ। ଏଠି ଆମେ ଥିଲାବେଳେ ଯଦି ଅପର କେହି ଚିହ୍ନା କି ଅଚିହ୍ନା ଲୋକ ପଶିଆସନ୍ତି ତେବେ ଆମେ କି ପ୍ରକାର ଚିହ୍ନା କି ଆତ୍ମୀୟ ବୋଲି କହିବ? –ଏଁ? କ'ଣ କହିବା? –ଗୋଟାଏ ଭଲ କିଛି ଭାବିଥାଅ।... କହିବି କି ତମର ମୁଁ ଭଉଣୀ? –ଭଉଣୀ କହିବ? –କାହିଁକି ବନ୍ଧୁ ବୋଲି କହିଲେ? –ଭଲ ହୁଅନ୍ତା ଯେ। ତେବେ ସେଥିରେ ଅନେକ ପ୍ରଶ୍ନ ଉଠିବ–କେଉଁଠି, କେମିତି, କେତେଦିନ, କାହିଁକି ଆମର ବନ୍ଧୁତା?... ଆଚ୍ଛା ତୁମେ ବନ୍ଧୁ ହେବାର ସ୍ୱୀକୃତି ଦେଇପାରିବ? –ହଁ। –ମୋର ଅନେକ ଅସୁବିଧା। ବହୁତ ପ୍ରକାରର ବିପଦ–ଆପଦ ମୋର ଶତ୍ରୁ ଅନେକ। ନିନ୍ଦୁକ ଅନେକ।